ଜେଜେମା ତାକୁ ଅନେକ କାହାଣୀ ଶୁଣେଇଥିଲା। ସେସବୁକୁ ସେ ରାତିରାତି ଧରି ଶୁଣିଥିଲା। କିନ୍ତୁ ଆଜି ସେ ଜେଜେମାକୁ ତାର କାହାଣୀ ଶୁଣେଇଥାଆନ୍ତା। ସେ କାହାଣୀ ଆରମ୍ଭ ହୁଅନ୍ତା ମନିନ୍ଦରଜିତ୍ ଟ୍ରକ୍ ଡାଲାରୁ ଓ ସରନ୍ତା ଯାଇ 'ତ୍ରିଶୂଳ ଗଣନାଟ୍ୟ'ର ରାଜା ରୋଲ୍ କରୁଥିବା ଭରତ ଚନ୍ଦ୍ର ପାଖରେ। ଗୋଟି ଗୋଟି କରି ଜେଜେମାକୁ ଦେଖେଇ ଦିଅନ୍ତା, "ଏଇ ଦେଖ୍, ୟାକୁଇ କହନ୍ତି ମୁକୁଟ, ୟାକୁ ତରବାରୀ, ୟାକୁ ମୋତିମାଳ!" ଅଥବା ଦେଖାହୁଅନ୍ତା କି ସୁଲ ସାଙ୍ଗରେ! ସୁଲ କଥା ମନେପଡ଼ିବା କ୍ଷଣି ଭରତର ଛାତି ଭିତରଟା ଆଉଟୁ ପାଉଟୁ ହୋଇଗଲା। ସେ ଆଜି ମନପ୍ରାଣ ଦେଇ, ବୁଦ୍ଧି କୌଶଳ ଦେଇ ଅଭିନୟ କରିବ। ତାର ଗାଁ ଲୋକମାନେ ଦେଖିବେ, ଭରତ କୋଉଠୁ ଯାଇ କୋଉଠି ପହଞ୍ଚିଯାଇଛି! କରତାଳିରେ ପଡ଼ିଆ କମ୍ପିଯିବ। ସମସ୍ତେ ନିଜ ନିଜ ଭିତରେ ଆଖି ଠରାଠରି ହୋଇ ତା ଠିକଣା ଖୋଜୁଥିବେ। ଭରତର ଛାତି ଫୁଲି ଉଠିବ। ତାପରେ ଯାଇ ସେ ଭେଟିବ ସୁଲକୁ। ସେ ଯୋଉଠି ଥାଉ, ଭରତ ତାକୁ ଖୋଜି ବାହାର କରିବ। କହିବ, "ଦେଖ୍ ସୁଲ! ମୁଁ ଆସିଛି। ଭରତ।" କନଷ୍ଟ ବାଜୁଥିଲା। ଢୋଲ, ଯୋଡ଼ିନାଗରା, ହାର୍ମୋନିୟମ, ବିଗୁଲ, ସାହାନାଇ ଓ କେତେ କେତେ ବାଜା ବାଜୁଥିଲା। ଝଣଝଣ କରି ଶବ୍ଦ ଶୁଭୁଥିଲା କଂସାଳର। ଚାରିପଟେ ଲୋକ ହାଉଯାଉ। 'ତ୍ରିଶୂଳ ଗଣନାଟ୍ୟ' ନାମୀ ଅପେରା ପାର୍ଟି। ପିଲାଛୁଆଙ୍କଠାରୁ ଆରମ୍ଭ କରି ସମସ୍ତେ ଉତ୍କଣ୍ଠାର ସହ ଚାହିଁରହିଛନ୍ତି। ଭରତ ହୋଇଛି ଯୁବରାଜ। ରାଜାଙ୍କ ଅନ୍ତେ ସିଂହାସନରେ ବସିବେ ଯୁବରାଜ। ଭାତୃବିବାଦ ଯୋଗୁ ପରିସ୍ଥିତି ବଦଳିଯାଉଛି। ଯୁବରାଜଙ୍କୁ ଲଢ଼ିବାକୁ ହେଉଛି ଘମାଘୋଟ ଲଢ଼େଇ। ଭରତର ଯୁଦ୍ଧକୌଶଳ ଦେଖି ଦର୍ଶକଗଣ ସ୍ତବ୍ଧ ହୋଇଯାଉଛନ୍ତି। କରତାଳିରେ ବାରମ୍ବାର କମ୍ପିଉଠୁଛି ଅପେରା-ପଡ଼ିଆ। କିନ୍ତୁ ଭରତ ଭିତରେ ଭିତରେ ଉଦାସ ହୋଇପଡ଼ୁଥିଲା। ସାତ ଆଠଥର ଷ୍ଟେଜ୍ ଉପରକୁ ଯାଇ ସେ ଫେରିଲା ପରେ ବି କେହି ଜଣେ ବି ତାକୁ ଚିହ୍ନୁ ନ ଥିଲେ, ତା ନାଁ ଧରି ଡାକୁନଥୁଲେ। ତାର ଇଚ୍ଛା ହେଉଥିଲା ଜରିମଡ଼ା ଯାତ୍ରା ପୋଷାକ ତଳୁ ସେ ବାହାରି ଆସନ୍ତା। କେହି ଜଣେ ଖାଲି କହନ୍ତି, "ଇଏ ପରା ଆମ ଗାଁ ଭରତ।" ଏଇ ପଦକ ଶୁଣିବା ପାଇଁ ତାର କାନ ଯୋଡ଼ିକ ଅଧୀର ହୋଇପଡ଼ୁଥିଲା। ନା, ତାର ଅସଲ ପରିଚୟ ଏବେ ହୋଇପଡ଼ିଛି ସଂପୂର୍ଣ୍ଣ ଗୌଣ। ତାର ପୋଷାକ, ତାର ସଂଳାପ ଓ ତାର ଅଭିନୟ ହିଁ ହେଉଛି ସତ୍ୟ, ବାସ୍ତବ। ସେ କେବଳ ଏବେ ଜଣେ ଅଭିନେତା। ଭରତ ଭିତରେ ତିନି ତିନିଟା ମଣିଷଙ୍କ କୋଳାହଳ। ଗୋଟାଏ ମଣିଷ ଯାତ୍ରା ଡାଇଲଗ କହିଯାଉଛି, ଦ୍ୱିତୀୟଟି କେବଳ ଅତୀତକୁ ବୁଝି ଝୁରିହେଉଛି ମନେ ମନେ ଏବଂ ଆର ମଣିଷଟି ଏ ଦୁହିଁଙ୍କଠୁ ଅଲଗା ଠିଆହୋଇ କେବଳ ଆଗ କଥା ଭାବିଚାଲିଛି। କିଛି ଗୋଟାଏ ଅଲୌକିକ ଘଟଣା ଘଟିଯିବାକୁ ଅନିଶା କରୁଛି। ରାତି ପାହି ପାହି ଆସୁଥିଲା। ସରିସରି ଆସୁଥିଲା ନାଟକ। ଚାରିପାଖରେ ପୃଥିବୀ ଶୀତଳ ଲାଗୁଥିଲା। ଆଉ ଗୋଟାଏ ଦୃଶ୍ୟ ପରେ ନାଟକର ସମାପ୍ତି ଘଟିବ। ଭରତ ବିଦାୟ ନେଇଯିବ ମଞ୍ଚ ଉପରୁ। ଅଥଚ ଏଯାଏ ତାକୁ କେହି ଚିହ୍ନିଲେ ନାହିଁ। ଯୋଉଥିପାଇଁ ସେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲା ସେକଥା ଘଟିଲା ନାହିଁ। ହୁଏତ କେବେ ବି ଘଟିବ ନାହିଁ। ଉତ୍ତେଜିତ ଭରତ ହଠାତ୍ ସଂଳାପ ଭୁଲିଗଲା। ସେସବୁ ମନେପକେଇବାକୁ ସେ ଚେଷ୍ଟା କଲାନାହିଁ। ସେ ଚିତ୍କାର କରି ଉଠିଲା, "ହେ ମୋର ଗ୍ରାମବାସୀ, ଭାଇ ଓ ଭଉଣୀମାନେ। ଆପଣମାନେ ମୋର ଅଭିନୟରେ ମୁଗ୍ଧ ହୋଇଛନ୍ତି ଜାଣି ମୁଁ ଯେତିକି ଖୁସି, ଆପଣମାନେ ମୋର ଅସଲ ପରିଚୟ ବାବଦରେ ବୀତସ୍ପୃହ ଦେଖି ତାଠାରୁ ଅଧିକ ଦୁଃଖୀ ହୋଇଛି..." ଭରତର କଥା ଆଉ ସେଣିକି ଶୁଭିଲା ନାହିଁ। ଦର୍ଶକଙ୍କ ଭିତରୁ ବିରକ୍ତି, ବିସ୍ମୟ ଓ ବିଦ୍ରୂପର ଶବ୍ଦସବୁ କୋଳାହଳ ହୋଇ ଛାଇଯାଇଥିଲେ। ମଞ୍ଚ ଉପରେ ଉପସ୍ଥିତ ନାୟିକା ଜଣକ ପରିସ୍ଥିତିର ଏହି ଅତିନାଟକୀୟ ମୋଡ଼ବୁଲାଣିରେ କାଠ ପାଲଟି ଯାଇଥିଲା। ଚାରିପଟେ ହୋ-ହଲ୍ଲା। ଯେମିତି ଭିଡ଼ ଭିତରକୁ ପାଗଳା ହାତୀଟେ ପଶିଆସିଛି। ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଷ୍ଟେଜ୍ ଉପରର ଆଲୋକ ଲିଭେଇ ଦିଆଗଲା ଓ ନାୟିକା ସେହି ଅନ୍ଧାର ଭିତରେ ତମ୍ବୁ ଭିତରକୁ ପଳେଇଗଲା। ହଠାତ୍ ଭରତ ଅନୁଭବ କଲା, ତାର ନାକ ଉପରେ କାହାର ଶକ୍ତ ଘୁଷି।